ପୁରୀ ଜିଲ୍ଲା କାକଟକପୁର ଗଲାବେଳେ ଚାରିଛକ ପରେ ଚୌରାଶି ବୋଲି ଏକ ଗ୍ରାମ ରହିଛି। ସେହି ଗ୍ରାମରେ ଦେବୀ ବାରାହୀ ଅଷ୍ଟମ ଶତାବ୍ଦୀରୁ ଆରାଧିତ ହୋଇଆସୁଛନ୍ତି। ଭାରତର ଚଉରାଶି ସିଦ୍ଧ ସାଧକଙ୍କ ପ୍ରତୀକରୂପେ ସେଠାରେ ଚଉରାଶିଟି ବାମ୍ଫି ରହିଛି। ଓଡ଼ିଶାରେ ବୈଷ୍ଣବ ଧର୍ମ ପ୍ରବଳ ହେବା ଯୋଗୁ ମତ୍ସ୍ୟ, ମଦ୍ୟ ଧାରିଣୀ ବାରାହୀ ଅନାଦୃତ ହୋଇଛନ୍ତି। ସପ୍ତମାତୃକାଙ୍କ ମଧ୍ୟରେ ବାରାହୀ ଥିଲେ ମଧ୍ୟ ଏଠାରେ ବାରାହୀଙ୍କ କୋଳରେ ସନ୍ତାନ ଦେଖାଯାଏ ନାହିଁ। ମାତ୍ର ତାଙ୍କ ହାତରେ ସପ୍ତମାତୃକା ବାରାହୀଙ୍କ ଭଳି ଦକ୍ଷରେ ରୋହିତ ମତ୍ସ୍ୟ ଏବଂ ବାମରେ ପାନପତ୍ର ରହିଛି। ଏହି ଗଳ୍ପଟି କିମ୍ୱଦନ୍ତୀ ଉପରେ ଆଧାରିତ। ମୃତ୍ୟୁଛାୟା ଆକାଶରେ ଚନ୍ଦ୍ର ହସୁଛି। ତାର ଶୁଭ୍ର ଜ୍ୟୋତ୍ସ୍ନା ସହିତ ହସ ଅଜାଡ଼ି ହୋଇ ପଡ଼ୁଛି ଧବଳ କୈଳାସ ଉପରେ। ଆଃ କି ସୁନ୍ଦର ଦିଶୁଛି ହିମାଳୟର କୈଳାସ ଶୃଙ୍ଗ। ସତେ ଯେପରି ତପସ୍ୟାରତ ଜଣେ ବୟୋବୃଦ୍ଧ ଆର୍ଯ୍ୟ ଋଷି। ମୃଗଭଳି ଧାବିତ ମନକୁ ତାଙ୍କର ସଂଯମ ରଜ୍ଜୁରେ ଦୃଢ଼ଭାବେ ବନ୍ଧନ କରି ସ୍ଥିରଭାବେ ସେ ଉପବେଶନ କରିଛନ୍ତି। ଗଭୀର ଚିନ୍ତାରେ ମୁଦ୍ରିତ ହୋଇଛି ତାଙ୍କର ଚକ୍ଷୁ ଦୁଇଟି। ଶୁଭ୍ର ଅଙ୍ଗରାଶି ଉପରେ ପକ୍ୱ ଶୁକ୍ଳ ଜଟାଭାର ସର୍ବାଙ୍ଗ ଧବଳମୟ। କର୍ଣ୍ଣିକାର ଉପବନ ଉପରେ ଆକାଶରୁ ଝରିପଡ଼ୁଛି ଶୁଭ୍ର ଶିଶିର ରେଣୁ। ସେହି ରେଣୁ ପ୍ରସ୍ଫୁଟିତ କଦମ୍ୱ ଉପରେ ଝରି ପଡ଼ି ତାର ଶୁଭ୍ରତାକୁ ବହୁଗୁଣରେ ବର୍ଦ୍ଧିତ କରୁଛି। ସୂର୍ଯ୍ୟ ବହୁବେଳୁ ଅସ୍ତ ହୋଇଯାଇଛନ୍ତି। ମାତ୍ର ଚନ୍ଦ୍ରର ବିମଳ ଜ୍ୟୋତ୍ସ୍ନା ମଧୁପକୁ ବିମୁଖ କରି ନାହିଁ ପୁଷ୍ପରୁ ମଧୁ ଗ୍ରହଣ କରିବାକୁ। ପ୍ରସ୍ଫୁଟିତ ଅଶୋକ ଉପରେ ଅଳିମାନେ ଘୂରି ବୁଲୁଛନ୍ତି। ତାହାରି ନିକଟରେ ଚମ୍ପକ, କେତକି ପ୍ରସ୍ଫୁଟିତ ହୋଇ ତାର ଅନାଘ୍ରାତ ଗନ୍ଧରେ ସମଗ୍ର ବନସ୍ଥଳୀକୁ ଆଲୋଡ଼ିତ କରୁଛି। ତାର ଅପରୂପ ସୌନ୍ଦର୍ଯ୍ୟ ଏବଂ ଗନ୍ଧ ଥିଲେ ମଧ୍ୟ, ସେଗନଧର ଉତ୍କଟତାରେ ବିଭୋର କରୁନାହିଁ ଅଳି କୂଳକୁ। ସତେ ଯେପରି ସତୀକନ୍ୟାର ଅଙ୍ଗ ସ୍ପର୍ଶ କରିବାର ଅଧିକ ବିଟପ ପୁରୁଷ ଭ୍ରମରର ନାହିଁ। ଥରେ ମାତ୍ର ସ୍ପର୍ଶ କଲେ ଚିରଦିନ ପାଇଁ ସେ ତାର ସତ୍ତ୍ୱ ହରାଇ ବସିବ। ଶୁଣା ଯାଉଛି ମଧୁର କଣ୍ଠୀ କିନ୍ନରମାନଙ୍କର କଣ୍ଠସ୍ୱର। ଆଃ, କି ଚମତ୍କାର ସେହି କଣ୍ଠର ମାଦକତା। ସ୍ପଷ୍ଟ ନ ହେଲେ ମଧ୍ୟ ଅସ୍ପଷ୍ଟଭାବେ ଶୁଣା ଯାଉଛି ସେମାନଙ୍କର ସମ୍ମିଳିତ କଣ୍ଠଧ୍ୱନି। ଦୂରରୁ କୁବେରଙ୍କ ବାସଭବନରୁ ଭାସି ଆସୁଛି ଅପ୍ସରାମାନଙ୍କର ମଧୁର କଣ୍ଠସ୍ୱର। କିନ୍ନରଙ୍କ କଣ୍ଠଧ୍ୱନି ସହିତ ଅପ୍ସରାଙ୍କ ସଂଙ୍ଗୀତ ଝଙ୍କାର ମିଳିତ ହୋଇ ଏକ ଅପୂର୍ବ ଧ୍ୱନିରେ ଧ୍ୱନିତ କରୁଛି କୈଳାସକୁ। ବିଭୋର ହୋଇ ପଡ଼ିଛି ରାବଣର ମନ ସେହି ସୌନ୍ଦର୍ଯ୍ୟ ଦର୍ଶନ କରି—ସେହି ଗନ୍ଧ ଆଘ୍ରାଣ କରି, ଆଉ ସେହି ସୁକୋମଳ କଣ୍ଠ ସ୍ୱର ଶ୍ରବଣ କରି। ସତେ କଣ ମର୍ତ୍ତ୍ୟସ୍ୱର୍ଗ କୈଳାସର ସୌନ୍ଦର୍ଯ୍ୟଠାରୁ ସ୍ୱର୍ଗର ସୌନ୍ଦର୍ଯ୍ୟ ଅଧିକ ସୁନ୍ଦର ହୋଇଥିବ? ହଁ— ସେଥିପାଇଁ ତ ସେ ବିପୁଳ ଥାଟ ଧରି ଛୁଟି ଚାଲିଛି ସ୍ୱର୍ଗାଭିମୁଖେ। ଯଦି ମର୍ତ୍ତ୍ୟର ଶୋଭାରୁ ସେ ସୁନ୍ଦର ହୋଇଥାଏ ତାହା ହେଲେ ମର୍ତ୍ତ୍ୟକୁ ସେହିଭଳି ସୁନ୍ଦର କରି ଗଢ଼ି ତୋଳିବ। ଚିରଦିନ ମର୍ତ୍ତ୍ୟବାସୀ ଗାଉଥିବେ ରାବଣର ସେହି ପୁରୁଷକାରର ପ୍ରଶଂସା। ସ୍ୱର୍ଗରୁ ଓହ୍ଲାଇ ଆସିବେ ଦେବତାମାନେ ମର୍ତ୍ତ୍ୟରେ ବାସ କରିବାକୁ। ମର୍ତ୍ତ୍ୟ ଆଉ ସ୍ୱର୍ଗ ମଧ୍ୟରେ କୌଣସି ପ୍ରଭେଦ ରହିବ ନାହିଁ। ହେଇ, ତାର ସୈନ୍ୟମାନଙ୍କର ଶିବିର ଦେଖାଯାଉଛି। ଧାଇଁ ଧାଇଁ ଆସି କ୍ଳାନ୍ତ ହୋଇ ଶୋଇ ପଡ଼ିଛନ୍ତି ସେମାନେ। ଶିବିରର ଚତୁର୍ଦ୍ଦିଗରେ